କିଛି ସମୟ ପରେ ପଥରଟିଏ ଗଡ଼ି ତଳକୁ ଖସିଲା। ବାଘ ଆଗ ଉଠାଣିର ତଳକୁ ଗଡ଼ୁଛି। ତିନି ଚାରି ମିନିଟ ପର୍ଯ୍ୟନ୍ତ ଆଉ କିଛି ସୋର ଶବ୍ଦ ନାହିଁ। ହଠାତ୍ ମାଛିଗୁଡ଼ାକ ଭଣ ଭଣ ହୋଇ ଉଡ଼ିଗଲେ। ଲାଲୁବାବୁ ଜାଣିଲେ ବାଘ ଆସି ଠିକଣା ଜାଗାରେ ପହଞ୍ଚିଗଲାଣି। ମଲାମଣିଷର ଅନ୍ତପୁଟାଗୁଡ଼ାକ ପଚିଥିବାରୁ ମାଛିମାନେ ତା' ଉପରେ ବସି ରହିଥିଲେ। ବାଘ ସେଥିରେ ମୁହଁ ମାରିବାରୁ ମାଛି ଭଣ ଭଣ ହୋଇ ଉଡ଼ିଗଲେ। ପରନ୍ତୁ ପବନ ବାଘ ଆସିବା ଦିଗରୁ ଳାଲୁବାବୁଙ୍କ ଆଡ଼କୁ ବହୁଥିବାରୁ ଲାଲୁବାବୁ ବାଘର ଗନ୍ଧ ମଧ୍ୟ ବାରିପାରିଥିଲେ। ବାଘ କିନ୍ତୁ ଲାଲୁବାବୁଙ୍କର ସ୍ଥିତି ବିଷୟରେ କିଛି। ଜାଣି ପାରିଲା ନାହିଁ। ତେଣୁ ସେ ନିର୍ଭୟରେ ଚାଲି ଆସିଲା। ସନ୍ଦେହର ଅବକାଶ ଆଉ କିଛି ନଥିଲା। ବିଳମ୍ବ କଲେ କାଳେ ବାଘ ଶିକା ଛିଡ଼ାଇ ଅନ୍ତପୁଟା ନେଇ ପଳାଇଯିବ-ଏଇ ମାତ୍ର ଆଶଙ୍କା। ଲାଲୁବାବୁ ରାଇଫଲ ଉଠାଇ ଟର୍ଚ୍ଚ ଟିପିଲେ। ଆଲୁଅ ବାଘର ଠିକ ମଥା ଉପରେ ପଡ଼ିଲା। ବାଘଟି ତାଙ୍କ ଆଡ଼କୁ ମୁହଁ କରିଥାଏ ଓ ଭୂଇଁରେ ଲେପଟି ପଡ଼ି ଶିକାକୁ କାମୁଡ଼ି ଧରିଥାଏ,। କାଳ ବିଳମ୍ବ ନକରି ଲାଲୁବାବୁ ବାଘର ଚିତାକୁ ଲାଖ ରଖି ବନ୍ଧୁକର ଘୋଡ଼ା ଟିପିଲେ। ଲାଲୁବାବୁଙ୍କର ନିଶାଣ ଭୁଲ ହେବାର ନୁହେଁ। ବାଘ ସେଇଠି ଟଳି ପଡ଼ିଲା। ଦ୍ୱିତୀୟ ଗୁଳି ଦରକାର ହେଲାନି। ଏକ ଆଶ୍ୱସ୍ତିର ମାରି ଲାଲୁବାବୁ ସେଠାରେ ବସି ରହିଲେ ସକାଳ ପର୍ଯ୍ୟନ୍ତ। ଭୋର ଭୋର ଗାଁ ଲୋକେ ଆସି ପହଁଞ୍ଚିଲେ। ପଛରୁ ବାଉଁଶ କେଇଟା ବାହାର କରି ନେବାରୁ ଲାଲୁବାବୁ ବାହାରି ପାରିଲେ ଓ ବାଘ ପାଖକୁ ଯାଇପାରିଲେ। ଏହିପରି ଅନେକ କଥା ସେ କହିଲେ। ଗପୁ ଗପୁ ରାତି ବେଶି ହୋଇଗଲା। ସେ ଡାକବଙ୍ଗଳାରୁ ବିଦାୟ ନେଲାରୁ ଆମେ ଖାଇ ପିଇ ବିଶ୍ରାମ ନେଲୁ। ତହିଁଆରଦିନ ଲାଲୁବାବୁଙ୍କ ନେଇ ଆମେ ଚାଲିଲୁ ଥୁଆମଲ ରାମପୁର। ସେଠାରେ କିଛି ସମୟ ରହି ଚାଲିଲୁ କାଶୀପୁର। ସେଠା ଡାକବଙ୍ଗଳାରେ ରହିଲୁ। ଆଗରୁ ଖବର ଦିଆଯାଇଥିଲା। ଥାନା ବାବୁ ଚାରୋଟି ମଇଁଷି କିଣି ରଖିଥିଲେ। ଯାଇ ଦେଖିଲୁ ସେଥିରୁ ଗୋଟାଏ ବୁଢ଼ା ଓ ଅନ୍ୟ ଗୋଟାଏ ଅତ୍ୟନ୍ତ ଛୋଟ। ମଣିଷଖିଆ ବାଘ ପାଇଁ ମଇଁଷିମାନ ଛକ ଜାଗାମାନଙ୍କରେ ବନ୍ଧାଗଲା। ଯେଉଁ ଜାଗାମାନଙ୍କରେ ବାଘ ମଣିଷ ମାରିଥିଲା ବା ଯେଉଁ ବାଟ ଦେଇ ସେ ଯିବାଆସିବା କରେ ସେ ସବୁ ଜାଗାମାନଙ୍କରେ ମଇଁଷି ବନ୍ଧାଗଲା। ଗୋଟାଏ ମଇଁଷି ବଙ୍ଗଳାର ଅଧମାଇଲିଏ ଦୂରରେ ଜଙ୍ଗଲ ରାସ୍ତାର ଧାରରେ ବନ୍ଧାଗଲା, କାରଣ ବାଘଟି ସେ ରାସ୍ତାରେ ଯିବା ଆସିବା କରେ ଓ ତା' ପାହୁଲ ଦାଗ ଲୋକେ ସେ ରାସ୍ତାରେ ଅନେକ ଥର ଦେଖିଛନ୍ତି। ଆଉ ଗୋଟାଏ ପାଞ୍ଚ ଛଅ ମାଇଲ ଦୂରରେ ଜଙ୍ଗଲର 'ଫାୟାର ଲାଇନ୍' କଡ଼ରେ ଗୋଟାଏ ଛକ ଜାଗାରେ ବନ୍ଧାଗଲା। ଅନ୍ୟ ଦୁଇଟିରୁ ଗୋଟାଏ ନାଳ ଆରପାଖ କିଛି ଦୂର ଜଙ୍ଗଲ ଭିତରକୁ ଓ ଅନ୍ୟଟି ନାଳ ଏପଟେ ବନ୍ଧାଗଲା। ପ୍ରତ୍ୟେକ ମଇଁଷିର ଚାଳିଶ ପଚାଶ ଗଜ ଦୂରରେ ଗୋଟାଏ ବଡ଼ ଝଙ୍କାଳିଆ ଗଛ ବାଛି ମଞ୍ଚାଟିଏମାନ ବନ୍ଧାଗଲା। ମଞ୍ଚା ଏପରି ଭାବରେ ବନ୍ଧାଗଲା ଯେ ଦୂରରୁ ନ ଜାଣିବା ଲୋକେ ଠଉରେଇ ପାରିବେ ନାହିଁ। ଲାଲୁବାବୁଙ୍କର ଅଭିଜ୍ଞତା ଏଥିରେ ବହୁତ କାମ ଦେଲା। ସେ ତାଙ୍କ ପିଲା ଦିନୁ ଏସବୁ କାମ କରି ଆସୁଛନ୍ତି। ନୀଳଗିରି ରାଜାଙ୍କ ପାଖରେ ଥାଇ ଶିକାର କରିବାଟାକୁ ଗୋଟାଏ ଖେଳ ବୋଲି ଧରି